ଚମକି ପଡ଼ିଲେ ସୂର୍ଯ୍ୟକାନ୍ତ। ଆପଣା ଭୁଲା କଣ୍ଠରେ ପଚାରି ଦେଲେ କିଏ ସେ ଭୀମ? ହଁ ବାବୁ, ମୁଁ। ସିଆଡ଼େ ବାବୁମାନେ ଖୋଜୁଛନ୍ତି ଆପଣଙ୍କୁ। ଖାଇବା ପିଇବା ଆରମ୍ଭ ହୋଇଗଲାଣି ଆସନ୍ତୁ। ଏଇ ଥଣ୍ଡାରେ କାହିଁକି ବୁଲୁଛନ୍ତି? ଅଳ୍ପ ହସିଲେ ସୂର୍ଯ୍ୟକାନ୍ତ। ପଚାରିଲେ ତୁମେ କିପରି ଜାଣିଲ ଭୀମ ଯେ ମୁଁ ଆଜି ମୁଁ ଏହିଠାରେ ବୁଲୁଥିବି ବୋଲି? ଭୀମ ବି ଅଳ୍ପ ହସିଲା। ମଥା ନୁଆଁଇ କହିଲା ମୁଁ ଜାଣେ ଆପଣ ଯେବେ ଆସନ୍ତି, ଏହିପରି ଅନ୍ଧାରିଆ ଜାଗାମାନଙ୍କରେ ଘୂରି ବୁଲନ୍ତି। ତା' କଥା ଶୁଣି ଏଥର ଶବ୍ଦ କରି ହସି ଉଠିଲେ ସୂର୍ଯ୍ୟକାନ୍ତ। ସବୁକିଛି ସରୁ ସରୁ ବହୁତ ରାତି ହୋଇଗଲା। ପାହିଗଲା ବିବାହର ରାତି। ପରଦିନ ସକାଳେ ଦାନ ସାମଗ୍ରୀ ସଜଡ଼ା ସଜଡ଼ି ଲାଗିଛି। କାହାକୁ ଠିଆ ହୋଇ ନିଃଶ୍ୱାସ ନେବାକୁ ମଧ୍ୟ ସମୟ ନାହିଁ। ସମୟ ଧାଇଁ ଚାଲିଛି, ସତେଅବା ବେଗବତୀ ନଦୀ। କନ୍ୟାର ବି ସାଜସଜ୍ଜା ସରିଲା। ଗୋଧୂଳି ଲଗ୍ନରେ ବିଦାୟ ନେବେ ବର କନ୍ୟା। ନଣନ୍ଦ ଭାଉଜ ଆଜି ଦିନଭରି ଭିତରେ କେତେଥର ଯେ ମୂର୍ଚ୍ଛା ଗଲେ ତା'ର ଆଉ ହିସାବ ନାହିଁ। ମୌସୁମୀର ବିଦାୟ ମୁହୂର୍ତ୍ତଟି ଅଳକାଙ୍କ ଆଖିରେ ପଡ଼ିଲାନି। ସେତେବେଳେ ସେ ମୂର୍ଚ୍ଛା ଯାଇଥିଲେ। ବହୁ କଷ୍ଟରେ ପୁରନାରୀମାନେ ଅଳକାଙ୍କ ଅଞ୍ଚଳଟି ମୌସୁମୀ ହାତରୁ ଛଡ଼ାଇ ଦେଇଥିଲେ। କହିବାକୁ ଗଲେ ଏକରକମ ଠେଲିପେଲି ତାକୁ ଗାଡ଼ି ପାଖକୁ ନେଇ ଆସିଥିଲେ। ମୌସୁମୀ ବିକଳ କାନ୍ଦଣାରେ କାନ୍ଦି ଉଠୁଥିଲେ ଗଗନ ପବନ। ଦୁଆରେ ବାଜୁଥିଲା ବ୍ୟାଣ୍ଡପାର୍ଟିର ବିଭିନ୍ନ ରକମର ବାଜା। ସେହି ବାଦ୍ୟରେ ସେମାନେ ତୋଳିଥିଲେ ଏକ କରୁଣ ମୂର୍ଚ୍ଛନା। ଛୋଡ଼େ ବାବୁଲ୍କା ଘର। ସ୍ତ୍ରୀ ଆଉ ପୁରୁଷଙ୍କର ମିଳିତ ରୋଦନରେ ଚୌଧୁରୀଙ୍କ ଘରେ ବହିଗଲା ଏକ ଦୁଃଖର ବାତ୍ୟା। ସେପର୍ଯ୍ୟନ୍ତ ଅଳକାଙ୍କ ମୂର୍ଚ୍ଛା ଭାଙ୍ଗିନି। ଗାଡ଼ି ଆସି ଲାଗିଲା ମିଶ୍ରଙ୍କର ସାଜସଜ୍ଜା ଭରା ତୋରଣ ପାଖରେ। ହୁଳହୁଳି ଆଉ ଶଙ୍ଖ ନାଦରେ କମ୍ପି ଉଠିଲା ମିଶ୍ରଙ୍କର ଆନନ୍ଦଭରା ନିକେତନ। ହାତରେ ବରଣ ଥାଳି ଧରି ପୁଅ ବୋହୂଙ୍କୁ ଘରକୁ ନେଇଗଲେ ଆନନ୍ଦମୟୀ ଅପରାଜିତା। ଆଖିରେ ତାଙ୍କର ଚିକ୍‌ଚିକ୍ କରୁଥିଲା ଦୁଇଟୋପା ଲୁହ। ଓଠରେ ହସର ଗାର। ପାଦରେ ତାଙ୍କର ଶୈଶବର ଛନ୍ଦହୀନତା। ଅପଲକ ଆଖିରେ ସମସ୍ତେ ଚାହିଁ ରହିଛନ୍ତି ମୌସୁମୀର ସୁନ୍ଦର ମୁହଁଟିକୁ। ଶତ୍ରୁତାରୁ ମିତ୍ର ପର୍ଯ୍ୟନ୍ତ ସମସ୍ତେ ପ୍ରଶଂସା କରୁଛନ୍ତି ମସାଣୀ ରୂପର। ଗର୍ବ ଆଉ ଅହଙ୍କାରରେ ଫାଟି ପଡ଼ୁଛି ତନୁ। ପ୍ରତ୍ୟେକଟି ସାଙ୍ଗସାଥିକୁ ଆଣି ବୋହୂ ଦେଖାଉଛି। ଅଶ୍ରୁ କିନ୍ତୁ ଆସିନି। ନ ଆସୁ, କଲେଜର ସବୁ ଝିଅ ଆସି ତା' ଭାଉଜର କେତେ ପ୍ରଶଂସା କରିଗଲେ। ଆଉ ଗୋଟେ ଝିଅ ଅଶ୍ରୁ, ସେ ଆସିଲାନି ନ ଆସୁ। ପ୍ରୀତି କହିଲା ଭାସିଗଲା ସେଇଠୁ। ମୌସୁମୀର ହସ ଦେଖିବାକୁ ସମସ୍ତଙ୍କର ଭୀଷଣ ଆଗ୍ରହ। ହସଟା ନୂଆବୋଉ ମୁହଁରେ କିପରି ମାନୁଛି ସେଇ କଥାଟା ଦେଖିବାର ସଭିଙ୍କର ମନ। ପ୍ରୀତି ଥରକୁ ଥର ଆସି ଅନୁନୟ କରି କହୁଛି – ଟିକେ ହସ ଭାଉଜ। ଏପରି ପଥର ପରି ମୁହଁ କରି ବସିଛ କାହିଁକି? କେତେ ମଣିଷ ଅପେକ୍ଷା କରିଛନ୍ତି ତୁମ ମୁହଁର ହସ ଦେଖିବାକୁ, ଅଥଚ ତୁମେ ବୋଲି ଟିକେ ବି ହସୁନା। ଅଭିମାନରେ ପ୍ରୀତିର ଗଳାଟା ଭାରି ହୋଇ ଉଠିଲା। ମୌସୁମୀ କିନ୍ତୁ ନିଶ୍ଚଳ ପ୍ରତିମା। କାଲି ସେ କନ୍ଦାଇ ଆସିଛି ଅତି ଆପଣାର ଲୋକଙ୍କୁ। ଅତି ପ୍ରିୟଜନଙ୍କୁ। ଆଉ ଆଜି ସେ ପର ଲାଗି ହସିବ? ଲଗାଇଥାନ୍ତୁ ସେମାନେ, ସେ ହସି ପାରିବନି। ଆଦୌ ସେ ହସି ପାରିବନି। ଆଖିରେ ତା'ର ଭାସିଗଲା ଭାଉଜଙ୍କର ମୂର୍ଚ୍ଛିତ ଦେହବଲ୍ଲରୀ। ଅବ୍ୟକ୍ତ ଯନ୍ତ୍ରଣାରେ ବିବର୍ଣ୍ଣ ହୋଇଗଲା ମୌସୁମୀର ଚନ୍ଦ୍ରତୋରା ମୁହଁଟି। ବ୍ୟସ୍ତ ହୋଇ ରଥକୁ ଧାଇଁ ଆସିଲା ପ୍ରୀତି। ଆକୁଳ କଣ୍ଠରେ ପଚାରିଲା କାହିଁକି କାନ୍ଦୁଛ ଭାଉଜ? କାନ୍ଦନି। ନ ହସ ପଛେ କିନ୍ତୁ କାନ୍ଦନି। ମୌସୁମୀ ପିଠିରେ ହାତ ବୁଲାଇ ତନୁଶ୍ରୀ କହିଲା ଏଠାରେ ତ କେହି ନାହାନ୍ତି ଭାଉଜ ମୁଣ୍ଡରୁ ଲୁଗାଟା ଟିକିଏ କାଢ଼ି ଦିଅ। ଦେଖିଲ, ଦେହଟା କିପରି ଝାଳରେ ଭାସି ଗଲାଣି। ଓଢ଼ଣା ଖୋଲିବା କଥା ତେଣିକି ଥାଉ, ସେହି ଓଢ଼ଣାକୁ ଶକ୍ତ ହାତରେ ଜାବୁଡ଼ି ଧରିଲା ମୌସୁମୀ। କାନ୍ଦଣାରେ ତା'ର ସୁଁ ସୁଁ ଶବ୍ଦ। ଖାଲି ତା'ର ମନେ ପଡ଼ୁଛି ଭାଉଜଙ୍କ ମୁହଁଟା। ପ୍ରୀତି ଯାଇ ଖୋଲି ଦେଲା ଫ୍ୟାନ୍‌ଟା। ଦିନ ଦିନ କରି ପାହିଗଲା ଚାରୋଟି ଦିନ। ଆଜି ଚଉଠି। କୁମାର କୁମାରୀ ଜୀବନର ସ୍ୱପ୍ନଭରା ଆକାଙ୍କ୍ଷିତ ରାତ୍ରୀ। ଶୋଇବା ଘର ଆଉ ପଲଙ୍କର ସାଜସଜ୍ଜାକୁ ତୁଳନା ଦେବାକୁ ମନେ ହେଉଛି ଏ ପୃଥିବୀରେ କିଛି ଆଉ ନାହିଁ।